ଏସ୍ ପି ଙ୍କ ମନର ଭାବ ଶତ୍ରୁଜିତ୍‌ଙ୍କ ନିକଟରେ ଦୁର୍ବୋଧ୍ୟ ହେଲା ନାହିଁ। ସେ ଚିନ୍ତାପୂର୍ଣ୍ଣ ଭାବରେ କହିଲେ ମୁଁ କିନ୍ତୁ ଏହାକୁ ସାଧାରଣ ଭୂକମ୍ପନ ବୋଲି ଭାବିପାରୁ ନାହିଁ ସାର୍। କାରଣ ତାହା ଯେଉଁଭଳି ଭାବରେ ଏଠାରେ ଅନୁଭୂତ ହେଉଥିଲା ଅନ୍ୟ ଆଡ଼େ ଯଦି ସେହିଭଳି ଭାବରେ କମ୍ପନ ସୃଷ୍ଟି ହୋଇଥାଆନ୍ତା ତା ହେଲେ ଯେ କୌଣସି ଲୋକ ଯେଉଁଭଳି ଭାବରେ ଥିଲେ ମଧ୍ୟ ସହଜରେ ଏ ବିଷୟରେ ଧାରଣା କରି ପାରିଥାଆନ୍ତା। ଆଉ ଆପଣ ଯେଉଁ ଜିପ୍ ରେ ଆସିଲେ ସେଥିରେ ଆପଣ ବି ସେହି କମ୍ପନ ଅନୁଭବର ସୁଯୋଗ ପାଇଥାଆନ୍ତେ। ତା ବ୍ୟତୀତ ଶତ୍ରୁଜିତ୍ ଅଟକିଲେ। ତା ବ୍ୟତୀତ ମୋର ଯେତେଦୂର ମନେହେଲା ଆପଣଙ୍କ ଗାଡ଼ି ଯେଉଁ ମୁହୂର୍ତ୍ତରେ ଏହି ଅଟ୍ଟାଳିକା ସମ୍ମୁଖରେ ବ୍ରେକ୍ କଲା ସେହି ମୁହୂର୍ତ୍ତରେ ସେହି କମ୍ପନ ଯେମିତି ଅପ୍ରତ୍ୟାଶିତ ଭାବରେ ସ୍ଥିର ହୋଇଗଲା। ମାନେ ତୁମେ କହିବାକୁ ଚାହୁଁଛ ହଁ ସାର୍ ମୋର ଉଦ୍ଦେଶ୍ୟ ଠିକ୍ କାହାରି ଆସିବାର ଶବ୍ଦ ଜାଣିବା ପରେ ପରେ ଏହି କମ୍ପନ ଅପ୍ରତ୍ୟାଶିତ ଭାବରେ ବନ୍ଦ ହୋଇଗଲା। ଏସ୍ ପି କିଛି ସମୟ ନିର୍ବୋଧଙ୍କ ଭଳି ଶତ୍ରୁଜିତ୍‌ଙ୍କୁ ଅନାଇ ରହିଲେ। ପ୍ରକୃତରେ ଯଦି ତୁମ କଥାରେ କୌଣସି ବ୍ୟତିକ୍ରମ ନ ଥାଏ ତା ହେଲେ ଏହା ସମ୍ଭବ କେମିତି? ସେହି ପ୍ରଶ୍ନବାଚୀ ଶତ୍ରୁଜିତ୍‌ଙ୍କ ମସ୍ତିଷ୍କ ବିଭ୍ରାନ୍ତ କରୁଥିଲା। ତାଙ୍କର ଅସହାୟ ଦୃଷ୍ଟି ବାରମ୍ବାର ଚଟାଣ ଉପରେ ନିବଦ୍ଧ ହେଉଥିଲା। ଏସ୍ ପି ସେହି ସ୍ଥାନ ବୁଟ୍ ଦ୍ୱାରା ପରୀକ୍ଷା କରିବା ପାଇଁ ଚାଲି ଆସିଲେ। କ୍ଷିପ୍ର ବେଗରେ ଶତ୍ରୁଜିତ୍ ସେହି ଆଡ଼କୁ ଦୌଡ଼ିଗଲେ ଯେଉଁଠାରେ ଏସ୍ ପି ଆଉ କେତେକ ମୁହୂର୍ତ୍ତ ପୂର୍ବରୁ ଛିଡ଼ା ହୋଇଥିଲେ। ତାଙ୍କ ଚକ୍ଷୁରେ ଆନନ୍ଦର ଆଭା ଖେଳିଗଲା। ସେ ଆଣ୍ଠୁମାଡ଼ି ବସିପଡ଼ିଲେ। ଚଟାଣ ଉପରକୁ ଅର୍ଥାତ୍ ସିମେଣ୍ଟର ଯେଉଁସବୁ କ୍ଷୁଦ୍ର କ୍ଷୁଦ୍ର ବର୍ଗାକାର କ୍ଷେତ୍ର ସୃଷ୍ଟି ହୋଇଥିଲା ସେହିଭଳି ଏକ ବର୍ଗାକାର କ୍ଷେତ୍ରର ସୀମା ଭିତରେ ସେ ଖଣ୍ଡିଏ କନା ଭିଡ଼ି ରହିଥିବାର ଦେଖିଲେ। କନାଟିର କିୟଦଂଶ ଉପରକୁ ଦୃଷ୍ଟିଗୋଚର ହେଉଥିଲା। ସେ ତାକୁ ଆଙ୍ଗୁଳି ସାହାଯ୍ୟରେ ଉଠାଇ ଆଣିବାକୁ ଚାହୁଁଥିଲେ। କିନ୍ତୁ ତାହା ନ ଆସିବାରୁ ସେ ଆଶ୍ଚର୍ଯ୍ୟ ହୋଇ କିଞ୍ଚିତ୍ ବଳପ୍ରୟୋଗ କଲେ। କିନ୍ତୁ ପୂର୍ବ ପରି ସେ ସେହି ଚଟାଣ ସହିତ ଲାଗି ରହିଥିଲା। ବିସ୍ମୟ କ୍ରମେ ଘନୀଭୂତ ହେଉଥିଲା ଶତ୍ରୁଜିତ୍‌ଙ୍କର। ସେ ପୁଣି ଥରେ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଯେତେବେଳେ ଟାଣିବାରେ ଲାଗିଲେ ଉପରକୁ ଦିଶୁଥିବା କାନର କିଛି ଅଂଶ ତାଙ୍କ ହାତରେ ରହିଗଲା। ଏସ୍ ପି ମଧ୍ୟ ଗଭୀର ବିସ୍ମୟ ସହକାରେ ଶତ୍ରୁଜିତ୍‌ଙ୍କୁ ଲକ୍ଷ୍ୟ କରୁଥିଲେ। ଚଟାଣର ସେହି ଅଂଶରେ ଲାଗିଥିବା କନାଟି ମଧ୍ୟ ତାଙ୍କ ମନରେ କମ୍ ବିସ୍ମୟ ସୃଷ୍ଟି କରୁ ନ ଥିଲା। ଛିନ୍ନ ଅଂଶଟିକୁ ଯେଉଁଟା କି ଶତ୍ରୁଜିତ୍‌ଙ୍କ ହାତରେ ରହି ଯାଇଥିଲା ତାକୁ ଗଭୀର ଭାବରେ ନିରୀକ୍ଷଣ କରି ଶତ୍ରୁଜିତ୍ ଜାଣି ପାରିଲେ ଯେ ତାହା ନିଶ୍ଚୟ କୌଣସି ଶାଢ଼ିର ଏକ ଛିନ୍ନ ଅଞ୍ଚଳ। ଶାଢ଼ିଟି ଯେ ବେଶି ପୁରୁଣା ନୁହେଁ ଏହା ପରିଷ୍କାର ଭାବରେ ସେ ହୃଦୟଙ୍ଗମ କରି ପାରୁଥିଲେ। ଡିପ୍ ବ୍ଲୁ କଲରର ଟେରେଲିନ୍ ଶାଢ଼ିର ଏକ ଛିନ୍ନ ଅଂଶ; କିନ୍ତୁ ଅପର ଅର୍ଦ୍ଧେକ ଚଟାଣ ଦେହେରେ ସେହିଭଳି ଲାଗି ରହିଥିଲା। ହାତରେ ଥିବା ଶାଢ଼ିର ଛିନ୍ନ ଅଂଶ ଆଉ ଚଟାଣ ଦେହେରେ ଲାଗି ରହିଥିବା ଅଂଶକୁ ନିର୍ବୋଧଙ୍କ ଭଳି ଅନାଇ ରହିଥିଲେ ଶତ୍ରୁଜିତ୍। ତାଙ୍କ ମସ୍ତିଷ୍କ ଭିତରେ କୌଣସି ସୂତ୍ର ପ୍ରବେଶ କରୁ ନ ଥିଲା। ପୁଣି ଥରେ ଚଟାଣ ଦେହରେ ଲାଗିରହିଥିବା ଛିନ୍ନ ଅଂଶକୁ ନଖ ସାହାଯ୍ୟରେ ବାହାର କରିବାକୁ ଚେଷ୍ଟା କଲେ। କେଜାଣି କାହିଁକି?